ସେ ଘରକୁ ଫେରୁଥିଲେ। ପାଦ ଦୁଇଟା ଅସମାନ ଭାବରେ ଏପଟେ ସେପଟେ ପଡ଼ୁଥିଲା। ସେ ଭାବୁଥିଲେ ଯେଉଁ ବିଶ୍ୱାମିତ୍ର ନିଜର ଉଗ୍ର ତପସ୍ୟା ବଳରେ ସ୍ୱଦେହରେ ତ୍ରିଶଙ୍କୁକୁ ସ୍ୱର୍ଗକୁ ପଠାଇ ପାରିଥିଲେ ସେହି ବିଶ୍ୱାମିତ୍ର ମେନକା ଆଖିରେ ଗୋଟିଏ ଭଙ୍ଗାଦର୍ପଣ ନୁହେଁ କି? ମେନକା ଯେଉଁ ବାଟରେ ଆସିଥିଲା ସେହି ବାଟରେ ସେ ଫେରିଯାଇଛି; କିନ୍ତୁ ବିଶ୍ୱାମିତ୍ରଙ୍କ କପାଳରେ ସେ କଳଙ୍କର ଟୀକା ପିନ୍ଧାଇଦେଇ ଯାଇଛି। ସେହି ଟୀକା ଯୁଗଯୁଗ ପାଇଁ ରହିଗଲା। ସୁଧୀ ସମାଜରେ ବିଶ୍ୱାମିତ୍ର ନିଜର ସ୍ଖଳନ ପାଇଁ ମଥାଟେକି ପାରିଲେ ନାହିଁ। ମେନକାର କ'ଣ ଥିଲା ଯେ ମେନକାକୁ। ମଝିରେ ଗୋଟିଏ ଧଳାପୋଷାକ ସେହି ଧୂଳିମିଶା ମଳୀମସ ପୋଷାକଗୁଡ଼ାକ ମଧ୍ୟରେ 'ବକ ମଧ୍ୟେ ହଂସ ପ୍ରାୟ' ଦିଶୁଅଛି। ଖଣ୍ତେ ଖଣ୍ତେ କମିଜ ଗଳାଇ ଦୁଇ ଚାରି ଚଷମାଧାରୀ ସେହିଠାରେ ଉପହାସବ୍ୟଞ୍ଜକ ସ୍ମିତ ମୁଖଟା ମହିଷବତ୍ ଉପରକୁ ଟେକି ଟିକିଏ ସେ ଆଡ଼କୁ ଟିକିଏ ପୁଣି ବନ୍ଧୁ ଆଡ଼କୁ ଚାହିଁ ସ୍ମିତବିକାଶରେ କେତେ କଣ ସଙ୍କେତ କରୁଅଛନ୍ତି। ପାଖକୁ ଆସି ଦେଖାଗଲା, ଖଡ଼ିଶୈଳର ଗୋଟିଏ ଋଜୁଶିଳା ପରି ଅଥବା ଶଙ୍ଖମଲମଲ ପଥରର ଗୋଟିଏ ଉଭାମୂର୍ତ୍ତି ପରି ଜଣେ ଗୌରାଙ୍ଗ ବା ଧବଳାଙ୍ଗ ପୁରୁଷ ଦଣ୍ତାୟମାନ। ଧବଳପୋଷାକ ଉପରେ କୃଷ୍ଣାଭ ଲମ୍ବ ଶ୍ମଶ୍ରୁ ବଡ଼ ମାନୁଛି। କବିଙ୍କ ଭାଷାରେ କୈଳାସଶୃଙ୍ଗରେ ଖଣ୍ତେ କଳାମେଘ ଲାଗିଯାଇଥିଲା ପରି ଦିଶୁଅଛି। ସାହେବ ଧୀର ଗମ୍ଭୀର ଭାବରେ ଉଭା ଉଭୟ ପାର୍ଶ୍ୱରେ ଦୁଇ ଜଣ କୃଷ୍ଣାଙ୍ଗ ଏକ ରେଖାରେ ଦଣ୍ଡାୟମାନ ନାସିକା ତଳେ ପଟାଏ ପଟାଏ ଛଟା ନିଶ ପାଦରେ ଯୋଡ଼ାଏ ଚକଘଷା କାନବିସ ଯୋତା। କଟିଦେଶରେ ଖଣ୍ଡେ ଖଣ୍ତେ ବାଇଶିଶ ଏକାଶୀ ନମ୍ବରର ଗୋଷ୍ଟମାର୍କ ଧୋତି ଘେର ଖାଇଛି। ଦେହରେ ଜଣକର କାଲରଲଗା ଖଣ୍ତିଏ କମିଜ ଆର ଜଣକର ମାଟିଆ ରଙ୍ଗର ଦଫାଦାରୀ କୋଟ। ତିନିଙ୍କ ହାତରେ ତିନି ଖଣ୍ତି ବହି ମେଲା ହୋଇ ରହିଅଛି ଏବଂ ସେଥିରୁ ବକ୍ତୃତାର ପୂର୍ବରଙ୍ଗସ୍ୱରୂପ ଭକ୍ତିସଙ୍ଗୀତ ବୋଲା ଯାଉଅଛି। ସାହେବଙ୍କର କଟକଟାୟିତ ଗୀତସ୍ୱରକୁ ସେ ଦୁଇଜଣ ଯାକ ପାଲାରେ ପାଳିଆ ଗାୟକର ସ୍ୱରକୁ ଛଡ଼ାଇନେଲା ପରି ସଙ୍ଗେ ସଙ୍ଗେ ସାହେବଙ୍କ ତୁଣ୍ତରୁ ଛଡ଼ାଇନେଇ ସମସ୍ୱରରେ ଗାଉଅଛନ୍ତି। ଆମ୍ଭେମାନେ ଗଲାବେଳକୁ ଗୀତ ପ୍ରାୟ ସରିଆସିଥିଲା। ଭାଗ୍ୟକୁ ଯେଉଁ ପଦକ ଶୁଣାଗଲା, ତାହା ଶେଷ ପଦ, କି ଧ୍ରୁବପଦ, କହି ପାରିବୁଁ ନାହିଁ ତେବେ ସାହେବ ତାଙ୍କର କପିଳ ଡୋଳା ଯୋଡ଼ିକ ଉପରକୁ ଖୋଷିଦେଇ ଭାବନାସ୍ତିମିତ ନେତ୍ରରେ ଏତିକି ଗାଉଥିଲେ ଶୁଣିଅଛୁଁ। ସେ ଯିଶୁ ପ୍ରାଣପଟି ଡିଅଣ୍ଟି ଶାଣ୍ଟି ଟାଙ୍କୁ ସମର୍ପ ଡେହପ୍ରାଣ କାଣ୍ଟି। ଏହି ପଦକ ପରେ ଘୋଷା- ନାହିଁ ନାହିଁ ଅନ୍ୟ ଗଟି ମନ କର ଯୀଶୁଖ୍ରୀଷ୍ଟର ସଙ୍ଗେ ପ୍ରୀଟି। ପାଳିଆ ଦୁହେଁ ଏହାକୁ ଅନ୍ୟପ୍ରକାରେ, ଅନ୍ୟପ୍ରକାରେ ଅର୍ଥାତ୍ ସ୍ୱାଭାବିକ ସ୍ୱରରେ ବୋଲିସାରିଲା ପରେ ସାହେବ ବହି ମୁଦିଦେଇ ପାଖବାଲାଙ୍କ ହାତକୁ ବଢ଼ାଇଦେଇ ବକ୍ତୃତା ଆରମ୍ଭ କଲେ- 'ଭାଇମାନେ, ଆମ୍ଭେ ସାଟ୍ସମୁଡ୍ର ପାର ହୋଇ ଆସିଅଛି। ଟୁମ୍ବମାନଙ୍କ ନିମଣ୍ଟେ ଯେ ଲୋକ ପାପୀ ଅଛଣ୍ଟି, ଟାଙ୍କୁ ପରିଠ୍ରାଣର ବାଟ କହିଡେବାକୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ପାପିମାନଙ୍କ ପରିଟ୍ରାଣ ନିମଣ୍ଟେ ଏ ଜଗଟକୁ ଅବଟାର ହୋଇ ଆସିଥିଲେ। ସମଷ୍ଟଙ୍କୁ ଉଡ୍ଢାର କରି ସେ ସ୍ୱର୍ଗକୁ ଯାଇଚ୍ଛଣ୍ଟି। ସେ ଯାହା ପରିଟ୍ରାଣର ବାଟ କହିଛଣ୍ଟି ଟାହା ମୁଁ ମାନେ କହୁଅଛି ଟୁମ୍ବେ ମନ ଡେଇ ଶୁଣ। ଆମ୍ବେ ଯାହା କହୁଛି ଆଗେ ଶୁଣ ଗୋଲମାଲ କର ନାହିଁ। ଖଣ୍କହୁଛ- ପ୍ରଭୁ ଯୀଶୁ ଖିଏ? ଟେବେ ଆମ୍ବେ ଯାହା କହୁଛି ଶୁଣ। ପ୍ରଭୁ ଯୀଶୁ ଈଶ୍ୱରଙ୍କର ପୁଟ୍ର, ପାପିମାନଙ୍କୁ ପରିଟ୍ରାଣ କରିବାପାଇଁ ଏ ଜଗଟକୁ ଆସିଥିଲେ। ''ଆଚ୍ଛା, ତାଙ୍କର କଣ ମାତା ଅଛନ୍ତି? '' ସାହେବ-ହଁ, ଅଛଣ୍ଟି ଟାଙ୍କ ନାମ ମେରୀ। ପିଲା- ଆଚ୍ଛା, ଆପଣ ତ ସେ ଦିନ ତକ୍ତୃତାରେ କହିଥିଲେ, ଈଶ୍ୱରଙ୍କର ରୂପ ନାହିଁ, କି ତାହାଙ୍କୁ କେହି ଦେଖି ନାହିଁ। ତାଙ୍କର ପୁଣି ମେରୀଙ୍କ ଗର୍ଭରୁ କିପରି ପୁତ୍ର ଜାତ ହେଲା? ଆଚ୍ଛା, ଆଉ ଗୋଟିଏ କଥା ସେ ସିନା ଈଶ୍ୱରଙ୍କର ପୁତ୍ର, ଆମ୍ଭର ଶ୍ରୀକୃଷ୍ଣ ତ ସ୍ୱୟଂ ଈଶ୍ୱର ଥିଲେ। ସା- ନା, ଟା ହୋଇ ପାରଇ ନାହିଁ। ସେ ଜନେ ସାମାନ୍ୟ ଲୋକ ଥିଲେ। ଟାଙ୍କର ଚରିଟ୍ର ମଧ୍ୟ ଭଲ ନ ଠିଲା।